ସତ, ଏବଂ ସେଥିପାଇଁ ଓଡ଼ିଶାବାସୀ ଆମ ସମସ୍ତଙ୍କୁ ନିଶ୍ଚୟ ବହୁତ ନିକଟ ବୋଲି ଲାଗିବେ। ମାତ୍ର, ତା' ବୋଲି ଆମେ ସେମାନଙ୍କୁ ଓଡ଼ିଆ ବୋଲି ହିଁ ଯଦି ସ୍ମରଣ କରୁଥାଉ ଓ ସେମାନେ କେବଳ ଓଡ଼ିଆ ବୋଲି ହିଁ ଯଦି ଗର୍ବ ଅନୁଭବ କରୁଥାଉ, ତାହେଲେ ଆମର ସେହି ସ୍ମରଣଟା ଭିତରେ ଅନେକ ଅସ୍ୱାଭାବିକତା ଆସି ପଶିଯିବ। ସେମାନେ ଓଡ଼ିଆ ହୁଅନ୍ତୁ ବା ଆଉ ଯେଉଁ ରାଜ୍ୟର ହୁଅନ୍ତୁ ପଛକେ, ସେମାନେ ସର୍ବପ୍ରଥମେ ସହିଦ ଏବଂ ତା'ପରେ ଯାଇ ଆଉ ଯାହାକିଛି। ଆମେ ସେମାନଙ୍କୁ ସେହି ପ୍ରଥମ ପରିଚୟରେ ହିଁ ଚିହ୍ନିବା। ସେହି ପରିଚୟରେ ହିଁ ସେମାନଙ୍କୁ ମନେ ପକାଇବା ଏବଂ ସେମାନଙ୍କ ଠାରୁ ପ୍ରେରଣା ପାଇବା। ଓଡ଼ିଶାରେ ଆମେ ଯେଉଁମାନେ ଜନ୍ମଗ୍ରହଣ କରିଛୁ, ସେମାନେ ବେଳେବେଳେ ଓଡ଼ିଶା ଆମର ବୋଲି କହି ମେଦିନୀ ଫଟାଉଥିବା ସମୟରେ କୋଉଠି ସତେ ଅବା ୟାଡୁ ସାଡୁ କ'ଣ ସବୁ ବିକୃତି ରହିଥିବା ପରି ଭାରି ଧରା ପଡ଼ି ଯାଉଥାଏ। ଭୂମି ପ୍ରତି ଅସଲ ପ୍ରୀତିଟି ମଧ୍ୟ ବସ୍ତୁତଃ ଏକ ଅଙ୍ଗୀକାରବଦ୍ଧତା; ଭୂମିଟାକୁ ଭୂମି ବୋଲି ନ ଚିହ୍ନି ଆଗ ମୋର ବୋଲି କହୁଥିବା ମଣିଷମାନେ ସତେ ଯେପରି କ'ଣ ଗୋଟାଏ ଆବରଣ ତଳେ ନିଜକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି କି? ଓଡ଼ିଶାର ଦରିଦ୍ରମାନେ ଆଗ ଦରିଦ୍ର, ତା' ପରେ ଯାଇ ଓଡ଼ିଆ। ଓଡ଼ିଶାରେ ବଞ୍ଚିତ ଏବଂ ନିରକ୍ଷରମାନେ ଆଗ ବଞ୍ଚିତ ଓ ନିରକ୍ଷର, ତା'ପରେ ଯାଇ ଓଡ଼ିଆ। ସେମାନଙ୍କୁ ସର୍ବପ୍ରଥମେ ପୃଥିବୀଯାକର ଦରିଦ୍ର, ବଞ୍ଚିତ ଏବଂ ନିରକ୍ଷରମାନଙ୍କ ସହିତ ଏକତ୍ର ମିଳାଇ ଦେଖିବାକୁ ଓ ଚିହ୍ନିବାକୁ ପଡ଼ିବ। ସେମାନଙ୍କୁ ଆଗ ଓଡ଼ିଆ ବୋଲି କହିଲେ ତା'ଭିତରେ ହୁଏତ ଏକ ପ୍ରତାରଣା କେଉଁ ବାହାନାରେ ଯାଇ ପଶି ଯାଇଥିବାର ଅନେକ ଆଶଙ୍କା ରହିଥିବ। ଓଡ଼ିଶାର ଶିଶୁ ଶ୍ରମିକ ଆଗ ଶିଶୁ ଶ୍ରମିକ ନା ଆଗ ଓଡ଼ିଆ? ଯେଉଁମାନେ ନିଜ ପେଟର ଭରଣା କରିନପାରି ଦାଦନ ଖଟି ଓଡ଼ିଶାରୁ ବାହାରକୁ ଚାଲି ଯାଆନ୍ତି, ସେମାନଙ୍କୁ ଆମେ ଆଗ ଓଡ଼ିଆ ବୋଲି କହି ଭାବପ୍ରବଣ ହେବା ନା ଓଡ଼ିଶାରେ ଯେ କେତେ ମଣିଷଙ୍କୁ ଦାଦନ ଖଟିବାକୁ ବାଧ୍ୟ କଲାଭଳି ଅବସ୍ଥାଟାଏ ବଳବତ୍ତର ରହିଛି, ସେଥିଲାଗି ସଚେତନ ହେବା? ଓଡ଼ିଶା ଅପେକ୍ଷା ସମଗ୍ର ଦେଶର ଯେକୌଣସି ରାଜ୍ୟର ବା ସ୍ଥାନର ଦାଦନ ଶ୍ରମିକମାନଙ୍କର ଭାଗ୍ୟ ସହିତ ସେମାନଙ୍କର ଭାଗ୍ୟ ଯେ ଅଧିକ ପରିମାଣରେ ଜଡ଼ିତ ହୋଇ ରହିଛି, ସେହି କଥାଟିକୁ ଅବଶ୍ୟ ଆମେ ସ୍ୱୀକାର କରିବା। ତେବେ ଯାଇ ସେମାନଙ୍କର ଉଚିତ ଦୈର୍ଘ୍ୟ ପ୍ରସ୍ଥ ଦେଇ ସେମାନଙ୍କୁ ଆମେ ବୁଝିବା ଲାଗି ସମର୍ଥ ହେବା। ଆମ ରାଜ୍ୟର ସହିଦମାନେ ପୃଥିବୀଯାକ ସହିଦମାନଙ୍କ ସହିତ ଏପରି ମେଳ ହୋଇ ଆମକୁ ଏକାଠି ଦେଖାଯିବେ ଯେ ଆମେ ତା' ଭିତରୁ ଏତେଜଣ ଓଡ଼ିଆ ବୋଲି ଚିହ୍ନିବାର ସେହି ଅନ୍ୟ ବୁଦ୍ଧିଟିକୁ ଏକାବେଳେକେ ହରାଇ ବସିବା; ତାହାହିଁ ରୀତି, ତାହାହିଁ ସ୍ୱାସ୍ଥ୍ୟ। ଜଣେ ଭଲ ମଣିଷକୁ ଆମେ ଆଗ ଜଣେ ଭଲ ମଣିଷ ବୋଲି ଶ୍ରଦ୍ଧା କରିବା ନା ସିଏ ଆମ ସାହିର ଲୋକ ବୋଲି ଆଗ ଶ୍ରଦ୍ଧା କରିବା? ସେହି ପରିମଳଟିରୁ ହିଁ ଆମ ଶ୍ରଦ୍ଧାର ମାନଟିର ପରୀକ୍ଷା ହେବ। ଆମ ନିଜ ଶିବିରଟିର ସହିଦମାନଙ୍କୁ ଆମେ ଯେତିକି ସମ୍ମାନ ପ୍ରଦର୍ଶନ କରିପାରୁଛୁ, ଆମର ଶତ୍ରୁ ବୋଲି କୁହାଯାଉଥିବା ସେହି ଅନ୍ୟ ଶିବିରର ସହିଦମାନଙ୍କୁ ମଧ୍ୟ ସେତିକି ସମ୍ମାନ ପ୍ରଦର୍ଶନ କରୁଛୁ କି? ତା'ପରେ ଆଉ ଗୋଟିଏ